କେଉଁ ଦିନ ଏକଥା ସମ୍ଭବ ହୋଇଥିଲା ଯେ ଆଜି ଆମେ କଲେଜକୁ ଦୋଷ ଦେବା? ଏଇ କଲେଜରେ ରହିବାର ଓ ପଢ଼ିବାର ସୁବିଧା ପାଇଥିଲୁ ବୋଲି ଏତେ କଥା ଜାଣିଲୁ ସିନା। -କ'ଣ ମୁଁ ଆଜି ଅଳକା ଘରକୁ ଯିବି ନାହିଁ? -ଯିବନାହିଁ କାହିଁକି? କୌଣସି କଥାରେ ଲୋଭାସକ୍ତ ହୋଇ ନିଜର ସାଧାରଣ ବିଚାରକୁ ହରାଇ ନ ବସିବା ପର୍ଯ୍ୟନ୍ତ କେଉଁଠାରେ କିଛି ବିପଦ ଆପଦ ନାହିଁ। ନଈ ସମୁଦ୍ର ଭଲ-ଭିତରକୁ ପଶିଗଲେ ବିପଦ ସିନା। ବଳାଗଣ୍ଠି ବା ଆଣ୍ଠୁଗଣ୍ଠି ଧୋଇ ଫେରି ଆସିଲେ ଅପକାର-ଅପବାଦ କି ବିପଦ କେବେହେଲେ ନାହିଁ। -ଭାବୁଛି ଯେ ଭାବିଚିନ୍ତି ବୁଝିବିଚାରି ଯିବା ଭଲ। -ଭାବିଚିନ୍ତି କାମ କଲେ ଶିଖି ହୁଏ ନାହିଁ। ମଣିଷ ସ୍ୱଭାବରେ ଭୟାଳୁ। ତେଣୁ ବୁଝି ବିଚାରି ସେ କାମ କରିବ। ସେଥିପାଇଁ ସଂସାରଟା ମଣିଷକୁ ନେଇ ଏଠି ସେଠି ପକାଇ ଦିଏ-ତାକୁ କିଏ କହେ ଦଇବର କୂଟ-କିଏ କହେ ସଂସାରର ଚକ। ଜବାବ ଦେଇ କଥା କରି ତା'କୁ ପୁଣି ଭାଙ୍ଗିବ କାହିଁକି? ଅଳକା କ'ଣ କହିବ? କିଛି ପଚାରିବ କି? -କେଜାଣି? ନିଶ୍ଚୟ ପଚାରିବ କିମ୍ୱା ପଚାରିଲା ପଚାରିଲା ଆଖିରେ ଦେଖିବ କ'ଣ ପାଇଁ ରମାକାନ୍ତ ଆସିଛି? -ଭାବିବ କ'ଣ? ପାଇବ କ'ଣ? -ମଣିଷର ଗୋଟାଏ କୌତୂହଳୀ ଥାଏ। ସେଥିପାଇଁ ସେ ଆକାଶର ଇନ୍ଦ୍ରଧନୁଠାରୁ ଆରମ୍ଭ କରି ମାଟି ଭିତରେ ଜିଆ, ଉଇଟାଙ୍କୁ ଇତ୍ୟାଦିକୁ ଦେଖେ। ପାହାଡ଼ର ଉଚ୍ଚତା, ନଈର ଗଭୀରତାକୁ ବି ମାପେ। ତେଣୁ ପ୍ରତ୍ୟେକ ମଣିଷ ଆରକକୁ ମାପିବାକୁ ଚାହାନ୍ତି-ବିଶେଷରେ ସ୍ତ୍ରୀମାନେ। -ପାଆନ୍ତି କ'ଣ? -କିଛି ନାହିଁ। ତେବେ ଏହି ଯେଉଁ ଶୂନ୍ୟତା ବା କିଛି ନାହିଁ ବୋଲି ଜାଣିବା ହେଉଛି ଆମର ମନର ସୁଖ। ଆମର କୌତୂହଳ ହେଉଛି ମନର କଣ୍ଡୁ। ସେଥିପାଇଁ ଆମେ ସମସ୍ତେ ଆଖି, କାନ, ତୁଣ୍ଡ ମୁଣ୍ଡ ସବୁଯାକ କାମରେ ଲଗାଇ ଦେଇଥାଉ। -ଠିକ୍ କଥା। ଏଇ ଯେଉଁ ମନର କୁତୁକୁତୁ-ସିଏ ଆମର କାଳ। ଚାଲିବା ଶଗଡ଼ରେ ନ ଲାଗିଲେ ହାତ ଖଜବଜ ହୁଏ। ସମସ୍ତେ ଆସିଥିଲେ ପଢ଼ିବାକୁ। ସତେକି କଲେଜରେ ନ ପଢ଼ିଲେ ଜୀବନ ନଷ୍ଟ ହୋଇଗଲା। କିଏ ଆସି ଖାଲି ସିନେମା ଥିଏଟର ବହି ଦେଖିଲା ତ ଆଉ କିଏ ନିଶା ଅମଳ କଲା-? ଆସିଲା ପରେ ଅଲଗା ହୋଇଗଲେ-ଯିଏ ଯାହାର ମନ ମାନସିକ ନେଇ ପୁଟୁଳି ବାନ୍ଧିଲେ-। -ବଡ଼ ମାରାତ୍ମକ କଥା ହେଲା ଧନ? -କ'ଣ ଧନ ଏକା? ଯୌବନ, ବୁଦ୍ଧି, ଉତ୍ସାହ, ସାହସ, କୌତୂହଳ-ପ୍ରତ୍ୟେକ ବିଷୟ ମାରାତ୍ମକ। ଏତେ ଗୁଡ଼ାଏ ବିସ୍ଫୋରକ ଭିତରେ ଧରି ମଣିଷ ଶେଷଯାଏ ସୁବିଧାରେ ଯିବାପାଇଁ କେବଳ ବୋକାମି ଓ ଭୟ ହେଉଛି ଏକମାତ୍ର ଉପାୟ। -ଆମେ ଧନରେ ହୀନ ହୋଇଗଲୁ ବୋଲି ସିନା ସବୁ କାମକୁ ଡରିଯାଇ ପାରିଲୁ। ଏଇ ଡର ବି କେଉଁଠି ରହୁଛି ଶେଷଯାଏ? ଘଡ଼ି କଣ୍ଟାରେ ପାଞ୍ଚଟା ବେଳ ପାଖେଇ ଆସିଲା। ରମାକାନ୍ତକୁ ଭାରି ଅସଜ ଲାଗିଲା-ସତେ କି ସେ ପରୀକ୍ଷାକୁ ଯାଉଛି। ଅଳକା ଘରେ ଆଜି ପରୀକ୍ଷା-ରମାକାନ୍ତ ପରୀକ୍ଷାର୍ଥୀ। ଭଜକୃଷ୍ଣ ସାଙ୍ଗରେ ଦେଖାହୋଇ ଏତେଗୁଡ଼ାଏ ଆଲୋଚନା ହୋଇ ନଥିଲେ ସେ ରମାକାନ୍ତ ହୁଏତ ଇତସ୍ତତଃ ହେଉ ନଥାନ୍ତା। ହାଲକୁ ଶୁଣିଲା ଗୋଟାଏ ବିଚିତ୍ର କାହାଣୀ-ପୂରାଟା ବି ଜଣାଗଲା ନାହିଁ। ସେ ଭାବୁଥିଲା ଭଜକୃଷ୍ଣ ଗୋଟାଏ ସାଧାସିଧା ଲୋକ-ସେଠି କ'ଣ ବା ସେ ନ ଦେଖିଲା? ଏମିତି ଅନ୍ୟକୁ ପଶୁଟାଏ ବୋଲି ଭାବି ଖୁସି ହେଉଥିଲା ବେଳେ ପୁଣି ଦେଖାଯାଏ ଯେ।